ତାଙ୍କୁ ସନ୍ତୁଷ୍ଟ କରିବାକୁ ମୁଁ ଦିନକୁ କେତେଥର ଯେ' ବେଶ ବଦଳାଏ ତା' ଠିକ୍ ନାହିଁ। ସେ କହନ୍ତି, ଯେ କୌଣସି ପୋଷାକରେ ମୁଁ ଭଲ ଦିଶେ। ଏତିକି କହି ନୀଳିମା ଚୁପ୍ ରହିଲା। ତାର ଉତ୍ତର ଦେବାକୁ କଳାବତୀ ପାଖରେ କୌଣସି କଥା ନଥିଲା। ସେ ନୀଳିମାକୁ ଦେଖୁଥିଲା, ସତେ ନୀଳିମା କି ସୁନ୍ଦର। ଭିନ୍ନ ଭିନ୍ନ ପୋଷାକ ତାକୁ ଆହୁରି ସୁନ୍ଦର କରି ତୋଳୁଛି। ସେଥିପାଇଁ ନିରଞ୍ଜନ ତାକୁ ଭଲପାନ୍ତି? ହଁ, ହଁ, ତାହାହିଁ ଠିକ୍! ନୀଳିମା ସୁନ୍ଦରୀ ବୋଲି ନିରଞ୍ଜନ ତାକୁ ଭଲପାନ୍ତି। କଳାବତୀର ଛାତିରେ କେମିତି ଏକ ତୀର ଗଳିଗଲା ପରି ଲାଗିଲା। ବହୁଦିନର ଅନ୍ତର୍ଦ୍ୱନ୍ଦ୍ୱଟା ଯେମିତି ହଠାତ୍ ସ୍ଥିର ହୋଇଗଲା। ରତ୍ନାକର ଏହି ଗମ୍ଭୀର ଉଦାସୀନତାର ନିର୍ଦ୍ଦିଷ୍ଟ ଅର୍ଥ ସେ ଯେମିତି ହଠାତ୍ ଖୋଜି ପାଇଲା। ନୀଳିମା ଦେହର ଲାବଣ୍ୟ ତା' ପାଖରେ ନାହିଁ। ନାଁଟି ସହ ନିବିଡ଼ ସାମ୍ୟ ରଖି, ଦେହର ରଙ୍ଗଟା ତା' ପ୍ରତି ବଡ଼ ନିର୍ମମ ହୋଇଚି। ବଡ଼ ନିଷ୍ଠୁର ହେଇଚି ତା' ପ୍ରତି ଏହି ରୂପହୀନ ସୌନ୍ଦର୍ଯ୍ୟହୀନ କଳେବର। ସେ ସୁନ୍ଦରୀ ନୁହେଁ। ଏହାଛଡ଼ା ରତ୍ନାକରର ଉଦାସୀନତାର କାରଣ ଆଉ କ'ଣ ହୋଇପାରେ। ସେଇଥିପାଇଁ ରତ୍ନାକର ତାକୁ ସାଙ୍ଗରେ ନିଏ ନାହିଁ। ହସ କୌତୁକରେ ଗପ କରି ସତତ ତାର ସାନ୍ନିଧ୍ୟ ଲୋଡ଼େ ନାହିଁ। ନାରୀର ରୂପ ପୁରୁଷକୁ ଚପଳ କରେ। ତାର ଯେ ରୂପ ନାହିଁ! କଳାବତୀ ସେଦିନ ଏକ ମସ୍ତବଡ଼ ହାତଶାରେ ସ୍ତବ୍ଧ ହୋଇଗଲା। ଜୀବନ ତାକୁ ଦୁର୍ବିସହ ବୋଧହେଲା। ରତ୍ନାକର ଆଗରେ ଠିଆ ହେବାକୁ ତାର ସାହସ ହେଲା ନାହିଁ। ନିର୍ଜନରେ ସେ ଅଶ୍ରୁମୋଚନ କଲା। କେତେଗୁଡ଼ିଏ ଦିନ ବିତିଗଲା। ନୀଳିମାର ଦିନଗୁଡ଼ିକ ଯେତିକି ସ୍ୱଚ୍ଛନ୍ଦରେ ବିତି ଯାଉଥାଏ, କଳାବତୀ ଭାବୁଥାଏ, ତା' ଦିନଗୁଡ଼ିକ ସେତିକି ସ୍ଥିର ଓ ସ୍ଥବିର ହୋଇ ଉଠୁଚି। ସାଧାରଣ ବଞ୍ଚିବା ନାମ ନେଇ ସେ ବଞ୍ଚିଚି। ଏ ବଞ୍ଚିବାର କି ମୂଲ୍ୟ ରହିଚି? ନୀଳିମାକୁ ତୁଣ୍ଡ ଖୋଲି କଳାବତୀ କିଛି କହେନାହିଁ, ନୀଳିମା ଯଦି କେବେ କହେ, ତମେ ବୁଲିଯାଉନା କଳାବତୀ? ତୁମକୁ ରତ୍ନାକରବାବୁ ସାଙ୍ଗରେ ନିଅନ୍ତି ନାହିଁ? କଳାବତୀ ସାଙ୍ଗେ ସାଙ୍ଗେ ଏହାର ଏକ ସିଧା ଜବାବ ଦେଇଦିଏ—ମତେ ଭଲ ଲାଗେନି, ସେ ଡାକନ୍ତି ଯେ ମୁଁ ମନା କରେ। ଏହାପରେ ନୀଳିମା ଆଉ କିଛି କହେ ନାହିଁ। ଏକ ସାଙ୍ଘାତିକ ମିଥ୍ୟାର ଆଶ୍ରୟ ନେଇ କଳାବତୀ ନିଜକୁ ସାନ୍ତ୍ୱନା ଦିଏ। ମାତ୍ର ଏ ସାନ୍ତ୍ୱନା ତାର ପ୍ରାଣ ବୁଝେ କି ନା, ଯେମିତି ସେ ଏହା ଠିକ୍କରି ପାରେନା। ସେଦିନ କଥା କହୁ କହୁ ନୀଳିମା କହିଲା–ମୁଁ ଆମ ଘରକୁ ଯାଉଚି। କେବେ ଫେରିବି ଠିକ୍ ନାହିଁ। ତମେ ଚିଠି ଦବ? କଳାବତୀ ଆଶ୍ଚର୍ଯ୍ୟ ହେଲା–ତମେ ଗାଁକୁ ଯିବ? କାହିଁକି? ତଳକୁ ମୁହଁପୋତି ନୀଳିମା ଉତ୍ତର ଦେଲା-ଦେହ ଭଲ ନାହିଁ। ଏକା ରହିବାକୁ। ହୋଇ ଉଠୁଥିଲା। କଳାବତୀ ସହ ତାର ଏପରି ମତାନ୍ତର, ଏଭଳି ଦୁର୍ଘଟଣା ଘଟି ନାହିଁ ଯାହାକୁ ନେଇ କଳାବତୀ ଆତ୍ମହତ୍ୟା କରିପାରେ। ପୋଲିସ ଆସି ଘଟଣା ଅନୁସନ୍ଧାନ କରିଗଲା। କୌଣସି ତଥ୍ୟ ମିଳିଲା ନାହିଁ। ମୋ ମୃତ୍ୟୁରେ କେହି ଦାୟୀ ନୁହେଁ, ଏତିକି ଛଡ଼ା କଳାବତୀ ଆଉ କିଛି ଲେଖି ନଥିଲା। କଳାବତୀର ମୃତ୍ୟୁରେ ରତ୍ନାକର ଗଭୀର ଦୁଃଖରେ ମ୍ରିୟମାଣ ହୋଇ ଉଠିଲା। ତଥାପି ତାକୁ ଯେ ବଞ୍ଚିବାକୁ ହେବ, ଏହା ଭାବି ସେ ମନକୁ ସାନ୍ତ୍ୱନା ଦେବାକୁ ଲାଗିଲା। ଏମିତି ଅନେକ ଦିନ ବିତିଗଲା। ସେଇ ଘରେ ରତ୍ନାକର ଦିନ କଟେଇବାକୁ ଲାଗିଲା। ପାଖ ଘରେ ନିରଞ୍ଜନ ଓ କନକ ନିଜ ଜଞ୍ଜାଳରେ ବ୍ୟସ୍ତଥାନ୍ତି। ଦିନେ କନକ ନିରଞ୍ଜନକୁ କହିଲା, ରତ୍ନାକର ବାବୁ କଣ ଏମିତି ଏକା ଥିବେ? କାହାକୁ ଆଣିବେନି? କନକକୁ ଉତ୍ତର ଦେଇ ନିରଞ୍ଜନ କହିଲା, ଘା' ଶୁଖିଗଲେ ଦାଗଟା ଭୁଲି ହେଇଯାଏ। ସମୟ କ୍ରମେ ରତ୍ନାକର ବାଟକୁ ଫେରିବ। ସେଦିନ କିନ୍ତୁ ରତ୍ନାକରକୁ ପଚାରିବାକୁ ଇଚ୍ଛା ହେଲା। ରାତିରେ ରତ୍ନାକରର ଛାତ୍ରମାନେ ଫେରିଯିବାପରେ ସେ ରତ୍ନାକର ଘରେ ପହଞ୍ଚିଲା। ରତ୍ନାକର ବହି ପଢ଼ୁଥିଲା। ବହିଟି ରଖି ଦେଇ ନିରଞ୍ଜନକୁ ଗୋଟାଏ ଚେଆର ଦେଖାଇ ଦେଲା। ଦୁହେଁ ବସି କେତେବେଳଯାଏ ନାନାଆଡ଼ର ଗପ କଲେ। ହଠାତ୍ ନିରଞ୍ଜନ କହିଲା, ଗୋଟିଏ କଥା ପଚାରିବି, କିଛି ଭାବିବେ ନାହିଁ। ଅଳ୍ପ ହସି ରତ୍ନାକର କହିଲା, କହନ୍ତୁ!